ଇଳାଙ୍କ ସୁକୋମଳ ଗଣ୍ଡଦେଶରେ ନିର ମୁଖ ସ୍ଥାପନ କରି ଇଳାଙ୍କ ଗଣ୍ଡର କୋମଳତା ଅନୁଭବ କରନ୍ତି। ଅଳ୍ପ ସମୟ ପରେ ରାତି ପାହିଯିବ। ବୁଧ ଇଳାଙ୍କ ଅନୁନୟ କଲେ କାମାଶକ୍ତ ହୋଇ ହସିଉଠିଲେ ଇଳା। ବୁଧ ହସ୍ତ ପ୍ରସାର କଲେ ଇଳାଙ୍କ ବକ୍ଷୋଜ ଆଡ଼େ। ହଠାତ୍ କିଏ ଜଣେ ବୁଧଙ୍କୁ ଡାକି କହିଲା, ସାବଧାନ ବୁଧ! ତୁମେ ବ୍ରାହ୍ମଣ ହୋଇ ବ୍ରାହ୍ମଣର ବହିର୍ଭୂତ କାର୍ଯ୍ୟ କରୁଛ। ଚମକି ଉଠିଲେ ବୁଧ। କିଏ? କିଏ ତାଙ୍କୁ ସତର୍କ କରିଦେଉଛି? ଆତଙ୍କିତ ହୋଇଉଠିଲେ ସେ। ପ୍ରକୃତ ବ୍ରାହ୍ମଣ ହୋଇ ସେ ନୀତି ଗର୍ହିତ କାର୍ଯ୍ୟ କରୁଛନ୍ତି। ସୁନ୍ଦରୀ ଇଳାଙ୍କଠାରୁ ପୁତ୍ର ସନ୍ତାନଟିଏ ଲାଭ କଲାପରେ ପୁଣି ତାଙ୍କ ସହିତ ବସବାସ ଏକ ନୈତିକହୀନ ବ୍ୟକ୍ତିର କାର୍ଯ୍ୟ। ତଥାପି ତାଙ୍କୁ କିଏ ସେ ସତର୍କ କରି ଦେଉଛି? ବୁଧ ସୁନ୍ଦରୀ ଇଳାଙ୍କଠାରୁ ଟିକିଏ ଦୂରେଇ ଆସିଲେ। ସେ ଚକିତ ହୋଇ ଚତୁର୍ଦ୍ଦିଗକୁ ଚାହିଁବାକୁ ଲାଗିଲେ—କାହିଁ, କାହାରିକୁ ସେ ତ ଦେଖୁନାହାନ୍ତି। ହୁଏତ। ତାହା ତାଙ୍କ ମନର ଭ୍ରମ ହୋଇପାରେ। ପୃଥୁଳା ସ୍ତନ ଇଳା ଶୋଇଛି ତାଙ୍କ ସମ୍ମୁଖରେ। ତାର ସନ୍ତାନଟି ତାହାରି ନିକଟ ଏକ ଦୋଳିରେ ଝୁଲୁଛି। ରାତ୍ରି ବୋଧେ ଶେଷ ପ୍ରହର। ସୂର୍ଯ୍ୟ ପୂର୍ବନଭରେ ଉଦୟ ନ ହେଉଣୁ ଇଳା ପୁରୁଷ ହୋଇ ଇଳ ହୋଇଯିବେ। ଦୀର୍ଘ ଗୋଟିଏ ମାସ ଇଳାଙ୍କର ବିଚ୍ଛେଦ ତାଙ୍କୁ ସହିବାକୁ ପଡ଼ିବ ଏବଂ ସହିବାକୁ ପଡ଼ିବ ତାଙ୍କ ସନ୍ତାନର ଲାଳନପାଳନ ଭାର। ବୁଧ ଟିକିଏ ଚିନ୍ତାକରି କୁଟୀରର ବର୍ହିଦେଶକୁ ଆସି ଦେଖିଲେ ରାତ୍ରି ଶେଷ ପ୍ରାୟ। ନିଶବ୍ଦ ବନଭୂମି ପକ୍ଷୀମାନଙ୍କ କୂଜନରେ ମୁଖରିତ ହେଉଛି। ଗୋଟିଏ ମୁହୂର୍ତ୍ତପରେ ମହାରାଜ ଇଳ ଶଯ୍ୟା ତ୍ୟାଗକରି ଉଠିବେ। କିନ୍ତୁ ଇଳାଙ୍କ ସହିତ ସେ କଣ ଆଉ ଯୌନ ସମ୍ପର୍କ ରଖିପାରିବେ ନାହିଁ। ସାରା ରାତି ବିନିଦ୍ରଭାବେ ମହାତ୍ମା ବୁଧ କଟାଇଛନ୍ତି। ବହୁ ଚେଷ୍ଟା କରିଛନ୍ତି ସୁନ୍ଦରୀ ଇଳାଙ୍କ ସ୍ପର୍ଶ କରିବାକୁ। ମାତ୍ର ପାରିନାହାନ୍ତି। ଯେତେଥର ଚେଷ୍ଟା କରିଛନ୍ତି ସେତେଥର ଶୁଣିଛନ୍ତି କେହି ଜଣେ ତାଙ୍କୁ କଠୋର ଭାବରେ କହୁଛି, ସାବଧାନ ବୁଧ! ସମ୍ଭୋଗ ବାସନା ଧରି ତୁମେ ଇଳାଙ୍କୁ ଯେତିକି ଉପଭୋଗ କରିଛ ତା ବଦଳରେ କଣ ପ୍ରତିଦାନ ଦେଇଛ। ତୁମେ ଭଲ ଭାବେ ଜାଣିଛ ସେ ନାରୀ ନୁହନ୍ତି ପୁରୁଷ। ଦୁର୍ଭାଗ୍ୟବଶତଃ ସେ ନାରୀ ହୋଇଯାଇଛନ୍ତି। ଏହା ବୋଲି ତୁମେ କଣ ତାଙ୍କୁ ଚିରଦିନ ନାରୀଭାବେ ଦେଖିବାକୁ ଚାହଁ! ତାହା ଯଦି ତୁମେ କର ତାହାହେଲେ ତୁମର ସବୁକିଛି ଧ୍ୱଂସ ହୋଇଯିବ। ଜଣେ ଲମ୍ପଟ ପୁରୁଷ ବୋଲି ବିଶ୍ୱରେ ତୁମେ ଖ୍ୟାତ ହେବ। ତୁମେ ମହାରାଜ ଇଳଙ୍କୁ ପ୍ରତିଶ୍ରୁତି ଦେଇଛ ବର୍ଷକ ପରେତାଙ୍କର ମଙ୍ଗଳ ନିମିତ୍ତ ଚେଷ୍ଟା କରିବ। ସତେତ! ମହାରାଜ ଇଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବର୍ଷକ ପରେ ତାଙ୍କର ମଙ୍ଗଳ ନିମିତ୍ତ କାର୍ଯ୍ୟାନୁଷ୍ଠାନ କରିବାପାଇଁ। ଇଳାଙ୍କ ସହିତ ସମ୍ପର୍କ ରଖି ନବମ ମାସରେ ସେ ଏକ ସନ୍ତାନ ପାଇପାରିଛନ୍ତି। ବର୍ତ୍ତମାନ ଯଦି ଇଳାଙ୍କ ସହିତ ସେହିଭଳି ସମ୍ପର୍କ ରହେ ତେବେ ବର୍ଷକ ପରେ ଇଳାଙ୍କୁ ସମ୍ପୂର୍ଣ୍ଣ ପୁରୁଷ କରିବା ସମ୍ଭବ ନୁହେଁ। ଚିନ୍ତିତ ହୋଇପଡ଼ିଲେ ସୋମଙ୍କ ପୁତ୍ର ବୁଧ। ଆଉ ଦୁଇ ମାସ ପରେ ତାଙ୍କୁ ସଂପୂର୍ଣ୍ଣ ପୁରୁଷ ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। କି ବ୍ୟବସ୍ଥା ବା ଗ୍ରହଣ କରାଯିବ! ପୁଣି ସେହି ଶୂନ୍ୟବାଣୀ ବୁଧ ଶୁଣିଲେ। ତୁମେ ଅଶ୍ୱମେଧ ଯଜ୍ଞର ବ୍ୟବସ୍ଥା କର। ଶିବଙ୍କୁ ସନ୍ତୁଷ୍ଟ ପାଇଁ ଅଶ୍ୱମେଧ ହିଁ ଉପଯୁକ୍ତ ବ୍ୟବସ୍ଥା। ଜାଣିରଖ ଶ୍ରୀଜଗନ୍ନାଥ ଯେଉଁ ଅଞ୍ଚଳରେ ଉପାସିତ ସେ ଅଞ୍ଚଳ ଇନ୍ଦ୍ରଙ୍କ ପୁତ୍ର ଉତ୍କଳ ଶାସନ କରିବେ। ସେଥିପାଇଁ ଇଳଙ୍କ ମୁକ୍ତି ନିମିତ୍ତ ଚେଷ୍ଟା ନିତାନ୍ତ ଆବଶ୍ୟକ। ସ୍ୱୟଂ କର୍ଦ୍ଦମ ପ୍ରଜାପତି ଏହି ଯଜ୍ଞରେ ଉପସ୍ଥିତ ରହିବେ। ତୁମେ ସମସ୍ତ ଆୟୋଜନ କର। ତତ୍ପରେ ସବୁ ଆପେ ଆପେ ହୋଇଯିବ। ଯେଉଁଆଡ଼ୁ ଶବ୍ଦ ଆସୁଥିଲା ବୁଧ ସେହି ଦିଗକୁ ଲକ୍ଷ୍ୟ କଲା ମାତ୍ରକେ ଦୁଇଟି ଗୋଲାକାର ଚକ୍ଷୁ ତାଙ୍କ ଦେଖାଦେଇ ଶୂନ୍ୟରେ ମିଶିଗଲା। ବିସ୍ମିତ ହୋଇ ବୁଧ ସେହିଦିଗକୁ ଅନାଇଲେ। ସତେ ଯେପରି ସେହି ଶୂନ୍ୟ ମଧ୍ୟରେ ସେହି ଗୋଲାକାର ଚକ୍ଷୁ ଲିଭିଯାଇ ନାହିଁ। ସେ ଥରକୁ ଥର ତାଙ୍କୁ ଦେଖାଦେଇ କହୁଛି ସାବଧାନ ବୁଧ! ଇଳଙ୍କ ପାଇଁ ଅଶ୍ୱମେଧ ଯଜ୍ଞର ଆୟୋଜନରେ ସାମାନ୍ୟ ତୃଟି ହେଲେ ତୁମେ ଉପଯୁକ୍ତ ଶାସ୍ତି ପାଇବ। ସୋମଙ୍କ ପୁତ୍ର ବୁଧ ନିଜର ସ୍ଥିତିପାଇଁ ବ୍ୟସ୍ତ ହୋଇ ପଡ଼ିଲେ।